କିନ୍ତୁ ପାରିଲାନି। ତା' ହାତରୁ ବହି ଛଡ଼ାଇ ନେଇ ନୀହାର କହିଲା ''ବାସ୍–ବହି ଥିଲା ବୋଲି ସିନା ଏତେ ମୁହଁ ଲୁଚା ଚାଲିଥିଲା, ଏଥରକ-? '' ଚଟ୍କିନା ଟେବୁଲ୍ ଉପରେ ପଡ଼ିଥିବା ଖବରକାଗଜଟା ଟାଣିନେଇ ଳଜ୍ଜାରକ୍ତ ମୁଖ-ମଣ୍ଡଳକୁ ପୁଣି ଢାଙ୍କିଦେଲା ସାଗରୀକା। ଏଥର ନୀହାର ଟିକିଏ ଚିଡ଼ିଗଲା। ସାମାନ୍ୟ ଉଷ୍ମ କଣ୍ଠରେ କହିଲା–''ବାଃ–ଏତେ ଯଦି ଲାଜ, ତା'ହେଲେ ଆସୁଥିଲ କାହିଁକି? '' ସେମିତି ମୁହଁ ଲୁଚାଇ ଅଭିମାନିଆଁ ସ୍ୱରରେ ସାଗରୀକା କହିଲା–''ତା'ହେଲେ ଚାଲି ଯାଉଛି। '' କିନ୍ତୁ ନୀହାର କହି ଉଠିଲା–''ନା–ଚାଲିଯିବାକୁ ହେବନି। କି ଚନ୍ଦ୍ରବଦନକୁ ଏମିତି ଲୁଚାଇ ବସିବାବୁ ବି ମୁଁ ଅନୁମତି ଦେଇପାରିବିନି। '' ଏଇ କଥାରେ ଫେଁକନା ହସିଦେଲା ସାଗରୀକା। ତା'ର ସବୁ ଅଭିମାନ କୁଆଡ଼େ ମିଳାଇ ଗଲା। ତା' ହାତରୁ ଏଇ ସୁଯୋଗରେ ଖବରକାଗଜଟା ଟାଣିଟାଣି ଦୂରକୁ ଫିଙ୍ଗିଦେଲା ନୀହାର; ଆଉ ହସି ହସି କହିଲା–''ସେମିତି ବସ ବେଶୀ ଫାଜିଲାମି କରନି-। '' ଚୁପ୍ଚାପ୍ ହୋଇ ବସି ରହିଲା ସେ। ନୀହାର ତା' ନୋଟ୍ବହିକୁ ପଢ଼ିବାକୁ ଆରମ୍ଭ କଲା। ''ଆରେ ନାଇଁ–ମୋ ନୋଟ୍ ଜମା ପଢ଼ନ୍ତୁନି–ସେଥିରେ କ'ଣ ନା କ'ଣ ଲେଖା ହୋଇଛି'' କହି ପ୍ରତିବାଦ କରି, ନୀହାର ହାତରୁ ନୋଟ୍ ଛଡ଼ାଇ ନେବାକୁ ଚୌକି ଛାଡ଼ି ଉଠିଆସିଲା ସେ। କିନ୍ତୁ ନୀହାର ତାକୁ ଫେରାଇ ଦେଲାନି, କି ସେ ବି ଫେରାଇ ନେଇ ପାରିଲାନି। ସେହି ନୋଟ୍ ପଢ଼ୁ ପଢ଼ୁ; ଲକ୍ଷ୍ମୀକାନ୍ତଙ୍କର 'ବୁଢ଼ା ଶଙ୍ଖାରି' ଗଳ୍ପ ଉପରେ ଲେଖିଥିବା ସମାଲୋଚନାଟି ଦେଖି ନୀହାର କହିଲା–''ଖୁବ୍ ଚମତ୍କାର ହୋଇଛି–ଅକ୍ଷର ଯେତିକି ସୁନ୍ଦର–ଲେଖା ବି ସେତିକି ଉଚ୍ଚ କୋଟୀର। '' ନୀହାରର ଏହି ପ୍ରଶଂସାରେ ଭାରୀ ଲାଜ ମାଡ଼ିଲା ସାଗରୀକାକୁ। ସେ କିଛି ପ୍ରତିବାଦ କରିପାରିଲାନି। ଖାଲି ଲାଜ ଆଉ ଖୁସିରେ ମୁହଁ ତଳକୁ କଲା। ସେ ତଳୁ ମୁହଁ ଉଠାଇ ଚାହିଁଲା ବେଳକୁ ନୀହାର ତାକୁ ଚାହିଁଛି, କିପରି ଏକ ପ୍ରଶଂସମାନ ଦୃଷ୍ଟିରେ। ଦୁହିଁଙ୍କ ଆଖିରେ ଆଖି ମିଶିଗଲା। ସାଗର ପୁଣି ମୁହଁ ତଳକୁ କଲା–ନୀହାର ଆଖି ଫେରାଇଲା। ତା'ପରେ ଆସ୍ତେ ଆସ୍ତେ ସାଗରୀକାର ଲାଜ କଟିଗଲା ଏବଂ ସେ ଅତି ସ୍ୱାଭାବିକ ଭାବରେ ନୀହାର ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲା। ନାନା କଥାବାର୍ତ୍ତା ମଧ୍ୟରେ ନୀହାର ଓ ସେ ଦୁହେଁ ନିଜ ନିଜ ଜୀବନର ପ୍ରତ୍ୟେକ କଥା ପରସ୍ପରକୁ କହିବାକୁ ଆରମ୍ଭ କଲେ। ସେମାନେ ପରସ୍ପରକୁ ନିଜ ନିଜର ଅତି ଆପାଣାର ମଣିଷ ବୋଲି ଭାବିନେଲେ। ଆଜି ସେ ଦିନର କଥା ମନେପଡ଼ିଲେ ସାଗରୀକାର ମନରେ ସନ୍ଦେହ ହୁଏ। କ'ଣ ସତରେ ସେ ପାଇଥିଲା ନୀହାରଠୁଁ। କି ଅଦ୍ଭୁତ ଶକ୍ତି ଥିଲା ନୀହାରର। କାହିଁକି ତା' ଆଗରେ ସେ ନିଜ ଜୀବନର ସବୁ କଥା ଗୋଟି ଗୋଟି କରି ଖୋଲି କହିଥିଲା ତା'ହେଲେ? ଆଜି ତ ନୀହାରକୁ ସେ 'ସାତପର'ଠାରୁ ଆହୁରି ହୀନ କରିଦେଇଛି। କିନ୍ତୁ ସବୁ ସରିଲା ପରେ ବି ସେ ତାକୁ ମନେରଖିଛି କାହିଁକି? ତାକୁ ଭାବୁଛି କାହିଁକି? କ'ଣ? କ'ଣ ସତେ ସେ ନୀହାର। ତା'ର ସୁନ୍ଦର ମୁହଁ, ପାତଳ ଗୋରା ଦେହରେ ଇମିତି କି ଆକର୍ଷଣ ଅଛି ଯେ ତାକୁ ଏତେ ଚେଷ୍ଟା କରି ବି ସେ ଭୁଲିପାରୁନି। ଆଉ ମନ? ସତରେ କି ଅଦ୍ଭୁତ ମନ ନୀହାରର। ଅତି ଅସ୍ୱାଭାବିକ ଭାବରେ ଭାବପ୍ରବଣ ନୀହାର। ଯେଉଁ ଦିନଠୁଁ ସେ ନୀହାରକୁ ତା' ଦୁଆର ମୁହଁରୁ ଫେରାଇ ଦେଇଛି, ସେହି ଦିନଠାରୁ ତା'ର ଜୀବନର